ତୁମେ ନିଜର ଘର ଭିତରେ ଥିବ ଏବଂ ନାମସଂକୀର୍ତ୍ତନର ମହାଫଳ ଅର୍ଜନ କରିପାରିବ। ତୁମ କାନରେ ନାମ ଅଜାଡ଼ି ହୋଇ ପଡୁଥିବ ଏବଂ ତୁମକୁ ଆଉ କିଛିହେଲେ କରିବାକୁ ପଡ଼ିବ ନାହିଁ। ଆଗକାଳର ଋଷି ଆଶ୍ରମରେ ନାମ ସଂକୀର୍ତ୍ତନ ହେଉଥିବାର କୌଣସି ଉଲ୍ଲେଖ ଶାସ୍ତ୍ରମାନଙ୍କରେ କରାଯାଇ ନାହିଁ। ନୀରବ ହୋଇ ଆସିଲେ, ନିର୍ବାତ ଦୀପଟିଏ ପରି ଥିର ହୋଇ ଆସିଲେ ଅନ୍ତର କନ୍ଦରରେ କୁଆଡ଼େ ନାଦଟିଏ ଶୁଣାଯାଏ। ସେହି ନାଦକୁ ସନ୍ଥମାନେ ଅନାହତ ବୋଲି କହିଛନ୍ତି। ମଣିଷ ଆପଣାକୁ କୋଳାହଳ ଭିତରୁ ପ୍ରତ୍ୟାହାର କରି ଆଣିଲେ ଭିତରେ ନିଜର ଅସଲ କେନ୍ଦ୍ରଟିକୁ ଆବିଷ୍କାର କରେ, ସେହି କେନ୍ଦ୍ରରେ ଏକ ନିବିଡ଼ ଅନୁଭବ ଦ୍ଵାରା ଖୋଜୁଥିବା ଦ୍ରବ୍ୟଟିକୁ ପାଇଯାଏ। ସେଇ କେନ୍ଦ୍ରଟିକୁ ଚିହ୍ନ ଚିହ୍ନ ସିଏ ତାହାରି ସହିତ ଏପରି ରମିଯାଏ ଯେ ଲୋକଗହଳି ଭିତରେ ମଧ୍ୟ ସିଏ ତଥାପି କେନ୍ଦ୍ରଟିକୁ ସ୍ପର୍ଶ କରି ରହିଥାଏ। ବିନା ଚେଷ୍ଟାରେ ଶାନ୍ତ ହୋଇ ରହିପାରେ। ସେହି କେନ୍ଦ୍ରଟିକୁ ମାଧ୍ୟମ କରି ସିଏ ଭଗବାନଙ୍କର ଏହି ପୃଥିବୀଟିକୁ ମଧ୍ୟ ସାର୍ଥକ ଭାବରେ ଚିହ୍ନେ, ସିଏ ଭିତରେ ଆଉ ବାହାର ମଧ୍ୟରେ ସଂଲଗ୍ନକାରୀ ସେତୁଟିଏ ସମ୍ଭବ କରି ପାରିଥାଏ ବୋଲି ଏକଥା ସମ୍ଭବ ହୁଏ। ଏସବୁ ପ୍ରସଙ୍ଗକୁ ତ ଖୁବ୍ ଭଲ କରି ବୁଝି ହେଉଛି ଏବଂ ଅଙ୍ଗେ ନିଭାଇଥିବା ଜୀବନ ଭିତରୁ ସେଥିସକାଶେ ପୂରା ସ୍ୱୀକୃତି ମଧ୍ୟ ମିଳିଯାଉଛି। ମାତ୍ର ଭଗବାନଙ୍କ ଦାଣ୍ଡ ଆଗରେ ପଲ ବାନ୍ଧି ଝାଞ୍ଜ ମୃଦଙ୍ଗ ବାଡ଼େଇଲେ ଅଥବା ଫଟା ଅତାଳିଆ ଗଳାରେ ତାଙ୍କ ନାମଟାକୁ ପୁନରାବୃତ୍ତି କରି ପାଟି କଲେ ସେଇଟା ଯୋଉ କିସମର ଭଗବାନଙ୍କୁ ଭଲ ଲାଗିବ, ପ୍ରାଚୀନ କାଳର ମୁନିଋଷିମାନେ ସମ୍ଭବତଃ ସେହି ଭଗବାନଙ୍କୁ ଭେଟିପାରୁ ନଥିଲେ। ପ୍ରେମିକାକୁ ଦେଖିଲେ ଗୋଟାଏ ପ୍ରକାରର ମଣିଷ ଗୋଟାସୁଦ୍ଧା ଚୁପ ହୋଇ ଯାଆନ୍ତି, ଗୋଟାସୁଦ୍ଧା ଖୁସି ହୋଇଯାଆନ୍ତି ବୋଲି ସମ୍ଭବତଃ ଗୋଟାସୁଦ୍ଧା ଚୁପ୍ ହୋଇ ଯାଆନ୍ତି। ଆଉ ପ୍ରକାରେ ମଣିଷ ଅବଶ୍ୟ ରହିଥିବେ, ଯେଉଁମାନେ କି ଭଗବାନଙ୍କର ସ୍ମରଣ ହେବା ମାତ୍ରକେ ତାରସ୍ୱରରେ ଡ଼କା ପାରିବାକୁ ଆରମ୍ଭ କରନ୍ତି ଓ ଚିଲେଇ ଉଠନ୍ତି। ସତେଅବା ଭଗବାନ ବୁଦା ଭିତରେ କୋଉଠି ଲୁଚି ରହିଛନ୍ତି ଏବଂ ତୁମେ ଝାଞ୍ଜ ମୃଦଙ୍ଗ ପିଟିଲେ ଯାଇ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିବ ଏବଂ ସିଏ ଅତର୍ଚ୍ଛ ହୋଇ ପଦାକୁ ବାହାରି ଆସିବେ। କଳିକାଳରେ ଏହି ଦ୍ୱିତୀୟ ପ୍ରକାରର ମଣିଷମାନେ ଆମ ଭକ୍ତିର ହାଟଗୁଡ଼ାକୁ ଏପରି ପରାକ୍ରମ ସହିତ ଦଖଲ କରିନେଲେ କାହିଁକି କେଜାଣି? କଳିକାଳକୁ ଡ଼ରୁଛନ୍ତି ବୋଲି ଭଗବାନ କୋଉ ବୁଦା ଭିତରେ ଯାଇ ଆତ୍ମଗୋପନ କରିଛନ୍ତି ଓ ବାହାରୁ ମାଦଳ ନ ପିଟିଲେ ତାଙ୍କ ନାମ ନେଇ ତାଙ୍କୁ ଅତର୍ଚ୍ଛ କରି ନଦେଲେ ହୁଏତ ସିଏ ମୋଟେ ପଦାକୁ ବାହାରିବେ ନାହିଁ। ସନ୍ଥ କବୀରଙ୍କର ଗୋଟିଏ ଭଜନରେ ସିଏ ପ୍ରାୟ ଛିଗୁଲେଇଲା ପରି ଏହି ପ୍ରସଙ୍ଗଟିର ଅବତାରଣା କରିଛନ୍ତି। ସକାଳୁ ନମାଜ ପଢ଼ିବାର ସମୟ ଉପଗତ ମଣିଷମାନଙ୍କୁ ସେହି ବିଷୟରେ ସ୍ମରଣ କରାଇଦେବାକୁ ପଡ଼ିବ। ସେଥିଲାଗି ସ୍ୱତନ୍ତ୍ର ମଣିଷ ମୁକରର ହୋଇ ରହିଛନ୍ତି। ସେମାନେ ଏଡ଼େ ପାଟିରେ ଆଲ୍ଲାଙ୍କର ନାମ ଉଚ୍ଚାରଣ କରି ମସ୍ଜିଦ୍ର ତୁଳି ଉପରୁ ଭକ୍ତମାନଙ୍କୁ ତାଗିଦ କରି ଦେଉଛନ୍ତି। ଏମିତି ଚାରି ପାଞ୍ଚଟା ଏହିପରି ଥାନ ଯଦି କେଉଁଠି ଅଳପ ଆକ୍ରାନ୍ତରେ ରହିଥିବ, ସେଠାରେ ସତକୁ ସତ ଗୋଟାଏ କୋଳାହଳ ହିଁ ଜମିଯିବ। କବୀର ଦାସ ପ୍ରତିବାଦ କଲାପରି କହୁଛନ୍ତି, କିରେ ବାବୁ ତୁ ସକାଳଟାରୁ ଏମିତି ଚିଲୋଉଛୁ କାହିଁକି, ଭଗବାନ କଣ ବଧିର ହୋଇଛନ୍ତି ଯେ ତୁ ଏଡ଼େ ବଡ଼ ପାଟିରେ ନ ଡାକିଲେ ସିଏ ତୁ ତାଙ୍କୁ ଡାକୁଛୁ ବୋଲି ମୋଟେ ଅନ୍ଦାଜ କରିପାରିବେ ନାହିଁ। ଭଗବାନଙ୍କର ନାମକୁ ହୁଏତ ଅଧିକ